କିନ୍ତୁ ତାହା କାହାରି ରକ୍ତ ଚକ୍ଷୁରେ ନୁହେଁ କିମ୍ୱା କାହାରି ପ୍ରତିଦାନରେ ନୁହେଁ, ଏପରିକି କାହାରି ଅନୁରୋଧରେ ନୁହେଁ। ଦେଇପାରେ ଯଦି ତୁମ୍ଭେ ତୁମ୍ଭର ଶ୍ରେଷ୍ଠତ୍ୱର ଦର୍ପ ବିର୍ଷଜନ ଦେଇ, ଭିକ୍ଷୁକର ଦୀନତା ନେଇ ତୁମ ସୃଷ୍ଟ ଜଗତର କ୍ଷୁଦ୍ର ଜୀବ ନିକଟରେ ଚାହଁ ଭିକ୍ଷା। ବିସ୍ମିତ ହେଲେ ନାରାୟଣ ବଳୀର ଏତାଦୃଶ ଦୃଢ଼ ବାକ୍ୟ ଶ୍ରବଣକରି। ସେ ଆଶ୍ଚର୍ଯ୍ୟ ହୋଇ କହିଲେ ତୁମେ କଣ ବର୍ତ୍ତମାନ ପର୍ଯ୍ୟନ୍ତ ବି ମୋତେ ଚିହ୍ନପାରି ନାହିଁ? ସାରା ବିଶ୍ୱ ମୋ କୃପାଭିକ୍ଷା କରିବାପାଇଁ କୃତାଞ୍ଜଳୀପୁଟେ ଦଣ୍ଡାୟମାନ। ଆଉ ମୁଁ ଭିକ୍ଷା କରିବି ତୁମ ନିକଟରେ-ପୁଣି ତୁଚ୍ଛ ଦାନବ ନିକଟରେ। ବଳୀ ମୁଖରେ ବ୍ୟଙ୍ଗ ହାସ୍ୟ ଫୁଟିଉଠିଲା। ସେ ହସି ହସି କହିଲା, କାହିଁକି, ଲଜ୍ଜା ହେଉଛି? ନିଷ୍ଠୁର! ଯେତେବେଳେ ଅଭାବର କର୍କଶ ତାଡ଼ନାରେ କ୍ଷପ୍ତ ହୋଇ ସମଗ୍ର ବିଶ୍ୱ ସଂସାର ତୁମର କରୁଣା ପ୍ରାର୍ଥନାକରି ବିକଳ କଣ୍ଠରେ ଚିତ୍କାର କରେ, ସେତେବେଳେ ସେ ଦୃଶ୍ୟ ବେଶ ଉପଭୋଗ କର। ଆଜି ଲକ୍ଷ୍ମୀହରା ହୋଇ, ଲକ୍ଷ୍ମୀଙ୍କୁ ଛାଡ଼ି ଟିକିଏ ହୃଦୟଙ୍ଗମ କରିବ ନାହିଁ ସେହି ମର୍ମନ୍ତୁଦ ବେଦନା। ଅଭାବର ଋକ୍ଷ ସ୍ୱଭାବରେ, ଦାରିଦ୍ର୍ୟର ପେଷଣରେ, କଙ୍କାଳସାରର ଯେଉଁ ହୃଦୟସ୍ପର୍ଶୀ ହା ଅନ୍ନ ଚିତକାର-ସେ ଦୃଶ୍ୟ ତୁମେ ଅନେକ ଥର ଦେଖିଥିବ। ମାତ୍ର ପଥର ଦେଉଳର ପଥର ମୂର୍ତ୍ତିପରି ସେହି କରୁଣ ଚିତକାରକୁ ତୁମ୍ଭେ ବ୍ୟଙ୍ଗ କରିଥିବା ସିନା, ମନରେ କାରୁଣ୍ୟ ଆସି ନଥିବ। ସର୍ବୋଚ୍ଚ ଶିଖରରେ ଅଧିଷ୍ଠିତ ତୁମେ, ଆଜି ବେଳ ଆସିଛି ଗତ ବିଗତ କୃତ କୁମର୍ମ ପାଇଁ ଶୋଚନା କରିବାକୁ। ଆଉ ମଧ୍ୟ ଜାଣିରଖ ଦୁଃଖୀର ଆକୁଳ କମ୍ପନରେ ତୁମ ନିଷ୍ଠୁର ହୃଦୟରେ ଦୟାର ସଞ୍ଚାର ହୋଇ ନଥିବ, କିନ୍ତୁ ତାର କିଛି ପରିମାଣର ଆର୍ତ୍ତନେଇ ସେହି ମରଜଗତର କ୍ଷୁଦ୍ର ପ୍ରାଣୀ ନିକଟରେ ଯଦି କେବେ ଉପସ୍ଥିତ ହୁଅ, ତେବେ ସେହି ଅବହେଳିତ ହେୟ କ୍ଷୁଦ୍ରପ୍ରାଣୀ ତୁମ ପଦପ୍ରାନ୍ତେ ତାର ସବୁ କିଛି ସମର୍ପଣ କରି ନିଜକୁ ଧନ୍ୟ ମନେ କରିବ। ଯଦି ଅବିଶ୍ୱାସ ହୁଏ ତେବେ ତୁମ ସୃଷ୍ଟ ଜୀବର ଦ୍ୱାରସ୍ଥ ହୁଅ। ବଳୀର ଉକ୍ତି ଶ୍ରବଣକରି ନାରାୟଣଙ୍କର ମୁଖମଣ୍ଡଳ ଭାରାକ୍ରାନ୍ତ ହୋଇ ଉଠିଲା। ବଳୀର ସମସ୍ତ କଥା ସତେ ଯେପରି ଏକତ୍ରୀତ ହୋଇ ତାଙ୍କ କର୍ଣ୍ଣ ଗହ୍ୱରରେ ଥରକୁ ଥର ପ୍ରତିଧ୍ୱନୀତ ହେଉଛି। ବର୍ତ୍ତମାନ ସେ କଣ କରିବେ-କଣ ସବୁ ନୀରବରେ ସହ୍ୟ କରିବେ? ଚିନ୍ତାମଣିଙ୍କର ଗଭୀର ଚିନ୍ତାମଗ୍ନ ମୁଖମଣ୍ଡଳକୁ ଲକ୍ଷକରି ବଳୀ ଲକ୍ଷ୍ମୀଙ୍କୁ କହିଲା, ଆସ ମା! ସନ୍ତାନଙ୍କ ଦୀର୍ଘଦିନର ଆକାଂକ୍ଷା ପୂର୍ଣ୍ଣ କରିବାକୁ ବିଜେକର ସେହି ପରିତ୍ୟକ୍ତ ମର୍ତ୍ତ୍ୟ ଭୂମିରେ-। ମର୍ତ୍ତ୍ୟର କୋଟି କୋଟି ସନ୍ତାନ ତୋର ଆଗମନକୁ ଅପେକ୍ଷା କରିଛି-ଭୋକ ଶୋଷ ଭୁଲି-। ସେହି କୋଟି କୋଟି ହତଭାଗ୍ୟ ବିପନ୍ନ ସନ୍ତାନଙ୍କ ଜନନୀ ହେବାକୁ ତୁ କଣ ଦ୍ୱୀଧା କରୁ ମା-? ଚମକି ଉଠିଲେ ଲକ୍ଷ୍ମୀ ବଳୀ କଥା ଶ୍ରବଣ କରି। ସେ କହିଲେ, ନା ବଳୀ ସନ୍ତାନହିଁ ସନ୍ତାନ। ସନ୍ତାନଠାରେ ପକ୍ଷପାତିତା କେବେ ପ୍ରକୃତ ଜନନୀ ପକ୍ଷେ ଶୋଭାପାଏ ନାହିଁ। ମୁଁ ଯିବି ମର୍ତ୍ତ୍ୟର ସେହି କଙ୍କାଳସନାରମାନଙ୍କ ନିକଟକୁ। ଉତ୍ସୃଙ୍ଖଳ ମାତୃତ୍ୱର ଶୁଭ୍ର ଜଳରେ ସେମାନଙ୍କୁ ଅବଗାହି, ମୋଚନ କରିବି ସେମାନଙ୍କ ଦୁଃଖ କଷ୍ଟ। ଚକ୍ଷୁ ଉନ୍ମିଳିତ କରି ନାରାୟଣ ପଚାରିଲେ, ଅବଶେଷରେ ତୁମେ କଣ ମୋତେ ପରିତ୍ୟାଗ କରି ଚାଲିଯିବ ଲକ୍ଷ୍ମୀ? ନା ପ୍ରଭୁ! ଆପଣଙ୍କୁ ଛାଡ଼ି ଚାଲିଯିବାର ପ୍ରଶ୍ନ ଉଠୁ ନାହିଁ-କିନ୍ତୁ କର୍ତ୍ତବ୍ୟର ଯେତେବେଳେ ଡାକରା ଆସେ